କବିବର ରାଧାନାଥଙ୍କ ଯୁଗରେ ଥିଲା ଏଇପରି ଗୋଟିଏ କଥା ପ୍ରଥମ ସ୍ୱୀକୃତି ପାଇଁ ଗୋଟାଏ ରାଜା ବା ମହାରାଜାଙ୍କର ଦରବାର ଦରକାର। ସେଇ ରାଜା ମହାରାଜାଙ୍କର ପ୍ରଶସ୍ତି ଲେଖିବାକୁ ହେବ। ସେଇଠୁ ସ୍ୱୀକୃତି ମିଳିଲେ ସେଇଟା ହେଲା ଦେଶର ସୁଧୀ ସମାଜର ସ୍ୱୀକୃତି। ଏଣେ ଓଡ଼ିଶା ଥିଲା ଖାଲି ରାଜାରେ ଭରା। ତେଣୁ ବିଭିନ୍ନ ଲେଖାକୁ ବିଭିନ୍ନ ରାଜାଙ୍କୁ ବନ୍ଦେଇ ଦେବା ଛଡ଼ା ଅନ୍ୟ ଉପାୟ ନ ଥିଲା। ଏମିତି କରିଥିଲେ କବିଶେଖର ଚିନ୍ତାମଣି ଅବା ଭାଷାକୋଷ ପ୍ରଣେତା ପ୍ରହରାଜ। ଆଉ ଉଣା ଅଧିକେ ଅନ୍ୟମାନେ ମଧ୍ୟ କରୁଥିଲେ। ସମସ୍ତେ ଦୃଷ୍ଟି ଆକର୍ଷଣ କରି ପାରୁ ନ ଥିଲେ। କାରଣ ସମକାଳୀନ ସମାଜର କ୍ଷେତ୍ରପତିଙ୍କ ଦୃଷ୍ଟିରେ ଅବା ଶୁଭଦୃଷ୍ଟିରେ ପଡ଼ିବା ଗୋଟାଏ ବିଶେଷ ଭାଗ୍ୟ ଓ ବିଶେଷ ଯୋଗ। ଯେଉଁମାନେ ଏହି ପ୍ରକାରର ସୁବିଧା ପାଉ ନଥିଲେ ସେହି ଅଭାଗା ସାହିତ୍ୟିକମାନେ ଆଞ୍ଚଳିକ ଅବା ଗାଉଁଲୀ ଲେଖକ ହୋଇ ରହିଯାଉଥିଲେ। ଆମର ପୂର୍ବଶୁରୀମାନଙ୍କର ବିଚାର କଲାବେଳେ ଏହି ଦିଗଟିକୁ ସମୀକ୍ଷକର ଦୃଷ୍ଟିରେ ନ ଆଣିଲେ ଆମର ବିଚାର ଭୁଲ୍। ସେତକ କରିବାକୁ ସମୀକ୍ଷକର ସାହସ ଦରକାର। କାରଣ ଲୋକେ ହଠାତ୍ ଆଲୁଅ ଦେଖିଲେ ଜଳକା ହେଇ ହାଉଳି ଖାଇବେ। ଆଉ ସେହି ପ୍ରତିଷ୍ଠିତ ଲୋକର ପୁଅ, ନାତି, ଅଣନାତି ଉଠି ଆସିବେ ଲଉଡ଼ି ଖେଳ ଦେଖାଇବା ପାଇଁ। ତେଣୁ ସମୀକ୍ଷକ ବିଚାରକ ନ ହୋଇ ଅତ୍ୟନ୍ତ ଭୟରେ କେବଳ ସ୍ତାବକ ପାଲଟେ। ସମୀକ୍ଷକମାନେ ପ୍ରଥମେ ନିଜର ପରିଚୟ ଦେଇ କହନ୍ତି-ଆମେ ମହୁମାଛି। ଆମେ ମାଛିକାମ କରୁନାହିଁ। କିନ୍ତୁ ମାଛ ଓ ମହୁମାଛିର ମାର୍ମ୍ମିକ ବିଚାର କରିବାର ଅଧିକାର ସାହିତ୍ୟିକକୁ ଅବା ସାହିତ୍ୟର ସମୀକ୍ଷକକୁ କିଏ ଦେଲା? -ଆଉ କାହିଁକି ଦେବ? ଏଇ ଭଣ୍ଡ ସମୀକ୍ଷକମାନେ ନିଜର ଭଣ୍ଡାମିର ଗୋଟିଏ ଆଖି। ରୁଚିଆ ଛବି ଦେଖାଇବାକୁ ଯାଇ ସାହିତ୍ୟକୁ ଗୋଟାଏ ଭଣ୍ଡପୁର କରି ଦେଉଛନ୍ତି। ଏଇମାନଙ୍କର ଉତ୍ପାତରେ ଓଡ଼ିଆ ସାହିତ୍ୟ ବସି ଯାଉଛି ତଳ ପାହାଚରେ। ଯେଉଁ ସମୀକ୍ଷକମାନେ ନୂଆ ଭାବ, ନୂଆ କଥା ଅବା ନୂଆ ମୂଲ୍ୟକୁ ଗ୍ରହଣ କରିବାକୁ ନାରାଜ ସେମାନେ ସାହିତ୍ୟର ସମୀକ୍ଷାରୁ ଅପସରି ଯିବା ଉଚିତ୍। ସେହି ପ୍ରକାରର ସମୀକ୍ଷକମାନେ ସାହିତ୍ୟର ଶତ୍ରୁ। ଯେମିତି ଓକିଲମାନେ ନ୍ୟାୟକୁ ଅନ୍ୟାୟର ଓ ଅନୀତିର ଭେଜାଲ ଦରବ କରିବାରେ ଗୋଟିଏ ପ୍ରଧାନ ସଂସ୍ଥା ଅବା ରାଜନୀତିର ଲୋକେ ମଣିଷର ନୈତିକ ଜୀବନକୁ ଅପପ୍ରଚାରରେ ବିଭଙ୍ଗ ନଷ୍ଟ କରିବାରେ ପ୍ରଧାନ ଅସ୍ତ୍ର-ଠିକ୍ ସେହିପରି ଓଡ଼ିଆ ସାହିତ୍ୟକୁ ଦିନକୁ ଦିନ ପଛକୁ ଟାଣିବାରେ ଏଇ ଓଡ଼ିଆ ସାହିତ୍ୟର ସମୀକ୍ଷକମାନେ ଦାୟୀ। ବିଶେଷରେ ଏଇ ଦଶବର୍ଷ ଅର୍ଥାତ୍ ବାଷଠୀରୁ-ବାସ୍ତରୀ ଭିତରେ ଓଡ଼ିଆ ସାହିତ୍ୟରେ ସମୀକ୍ଷା ଆରମ୍ଭ ହୋଇଛି। ଆଉ ସମୀକ୍ଷକମାନେ ଚଳିତ ଯୁଗର ସାହିତ୍ୟ ସୃଷ୍ଟିର ସରସତାରେ ନିଜେ ଚକିତ ଓ ବିସ୍ମିତ ହୋଇ ଆଧୁନିକ ସୃଷ୍ଟିକୁ ବାଦ ଦେଇ ପଛଆ କଥାରେ ମାତିଛନ୍ତି। ଏଇ ମତକୁ ଆପେକ୍ଷିକ ଭାବରେ ସତ ବୋଲି ଧରାଗଲେ ବୁଝିବାକୁ ହେବ ଯେ ଓଡ଼ିଆ ସାହିତ୍ୟରେ ବ୍ୟକ୍ତିଗତ ପରଶ୍ରୀକାତରତା ଓ ହୀନମନ୍ୟତା ସାହିତ୍ୟ ସୃଷ୍ଟିର ଗୋଟାଏ ପ୍ରଧାନ ଉପକରଣ। ନୂଆ ହୋଇ ସାହିତ୍ୟ ସୃଷ୍ଟି ହେଉଥିବାରୁ ଏମିତି ହେବାର କଥା। ସମସ୍ତେ ବିଦ୍ୟାୟତନର ମନଚୋର ଓ ମୁହଁଚୋର ଛାତ୍ରଙ୍କ ପରି ଅଧ୍ୟକ୍ଷ ଓ ଅଧ୍ୟାପକଙ୍କର ମନ ନେବା ପାଇଁ କଥା, କାମ, ବେଶଭୁଷା ବଦଳାଇ ଦେଇ ଗୋଟିଏ ବୃତ୍ତିର ଆଭିମୁଖ୍ୟ ନେଇ ଗୋପନ ଚରିତ୍ର ଲିପିର ଉନ୍ନୟନ କାମରେ ଲାଗି ଯାଉଛନ୍ତି। ତେଣୁ ସାହିତ୍ୟଟି ସାହିତ୍ୟିକଙ୍କ